'' ଡାକ୍ତର ତ ସବୁ ଆଶା ଛାଡ଼ିଥିଲେ; କହିଲେ-''ରୋଗୀ ମରିଯିବ ମୁଁ ନିଶ୍ଚିତ, ଆପଣ ଯାହା କରିବେ କରନ୍ତୁ। '' ସାଧୁ କମଣ୍ତଳୁରୁ ଚଳାଏ ପାଣି ରୋଗୀର ମୁହଁରେ ଦେଇ କ'ଣ ମନ୍ତ୍ର ଆଉଡ଼ାଇ ଚାଲିଗଲେ। ଆଶ୍ଚର୍ଯ୍ୟ ବ୍ୟାପାର, ରୋଗୀର ଅବସ୍ଥା ଭଲ ଆଡ଼କୁ ଫେରି ଆସିଲା, ସେ ଭଲ ହୋଇଗଲା। ରୋଗୀର ମା' କହିଲେ, ''ମୋ ଠାକୁର ମୋର ନିବେଦନ ଶୁଣିଲେ। '' ଡାକ୍ତର କହିଲେ, ''ମୁଁ ଯେଉଁ ଔଷଧ ଦେଇଥିଲି ତାହାହିଁ ପରେ କାମ ଦେଲା। '' ତେବେ ଠିକ୍ କେଉଁଟି, ଏ ପ୍ରଶ୍ନ ଆଜି ସମସ୍ତଙ୍କ ମନରେ। ଏଠାରେ ଗୋଟିଏ କଥା ରହିଛି। ତା' ହେଉଛି, ଆମେ ଯାହା ଯେଉଁଠି ଜଡ଼ ବସ୍ତୁ ଦେଖୁଚୁ, ସେଗୁଡ଼ିକ ସତ୍ୟ ବୋଲି ଭାବୁଛୁ; କିନ୍ତୁ ସମସ୍ତର ଅଗୋଚରରେ ଆଉ ଏକ ବିରାଟ ଶକ୍ତି ରହିଛି। ସେହି ଶକ୍ତି ଦ୍ୱାରାହିଁ ପୃଥିବୀର ସବୁକିଛି ନିୟନ୍ତ୍ରିତ ଓ ସୁପରିଚାଳିତ। ସେହି ଶକ୍ତିର ଅଧିକାରୀ ହେଲେ ଈଶ୍ୱର। ସେ ରକ୍ଷାକର୍ତ୍ତା; ତାଙ୍କ ନିକଟରେ ଆତ୍ମନିବେଦନ କଲେ ମନ ପ୍ରସନ୍ନତାରେ ପୂରିଯାଏ। ଜନକ ଓ ଶୁକଦେବ ବ୍ୟାସଦେବ ମହାଜ୍ଞାନୀ ଥିଲେ। ତାଙ୍କର ପୁତ୍ର ଶୁକଦେବ। ବ୍ୟାସଦେବ ପୁଅକୁ ବ୍ରହ୍ମ ସମ୍ପର୍କରେ ସବୁ ଉପଦେଶ ଦେଇ ମିଥିଳା ନରପତି ଜନକଙ୍କ ପାଖକୁ ପଠାଇ ଦେଲେ। ଜନକ ରାଜା ଗୁଣୀ ଥିଲେ। ଆମେ ସାଧାରଣ ଅବସ୍ଥାରେ ଦେହ ଛଡ଼ା ଆମର ଅସ୍ତିତ୍ୱର କଥା ଭାବି ପାରୁନା। କିନ୍ତୁ ଜନକ ସର୍ବଦା ନିଜକୁ ଦେହଠାରୁ ଅଲଗା ଆନନ୍ଦମୟ ସତ୍ତା ବୋଲି ଭାବୁଥିଲେ। ସେ ରାଜକାର୍ଯ୍ୟ କରି ମଧ୍ୟ ଅନାସକ୍ତ ହୋଇ ରହୁଥିଲେ। ଶୁକଦେବ ମିଥିଳାକୁ ଯାଇ ରାଜା ଜନକଙ୍କ ପ୍ରାସାଦଦ୍ୱାରରେ ପହୁଞ୍ଚିଲେ। ଦ୍ୱାରପାଳ ତାଙ୍କ ଆଡ଼କୁ ଅନାଇଲା ନାହିଁ, କେବଳ ବସିବା ପାଇଁ ଆସନଟିଏ ଦେଲା। ତିନିଦିନ ଧରି ଶୁକଦେବ ସେଠାରେ ବସି ରହିଲେ। ତାଙ୍କୁ କେହି ତାଙ୍କର ପରିଚୟ ସୁଦ୍ଧା ମାଗିଲା ନାହିଁ। ତା' ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ବରଣ କରି ନେଇ ଏକ ମନୋରମ ସ୍ଥାନରେ ବସାଇଲେ ଏବଂ ସେଠାରେ ତାଙ୍କୁ ଆଠଦିନ ରଖିଲେ। ଆଠଦିନ ରାଜକୀୟ ମର୍ଯ୍ୟାଦାରେ ରଖି ଜନକଙ୍କ ପାଖକୁ ଶୁକଦେବଙ୍କୁ ନେଇଗଲେ। ତାଙ୍କ ମନରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଗଲା ନାହିଁ। ଶୁକଦେବ ପଶିଯାଇ ଦେଖିଲେ ଯେ ଜନକ ବସିଛନ୍ତି, ନାଚ-ଗୀତ ଚାଲିଛି। ଜନକ ଶୁକଦେବଙ୍କୁ ଉଛୁଳା ଦୁଧପାତ୍ରଟିଏ ଦେଇ କହିଲେ, ''ତମେ ଏ ଘର ଚତୁର୍ଦ୍ଦିଗରେ ବୁଲି ଆସ, କିନ୍ତୁ ଦେଖ ବିନ୍ଦୁଏ ଦୁଧ ଯେପରି ତଳେ ନ ପଡ଼େ। '' ଘର ଭିତରେ ଚିତ୍ତ-ଚଞ୍ଚଳ ପଦାର୍ଥ ଅନେକ, କିନ୍ତୁ ଶୁକଦେବ ଅନ୍ୟ ଆଡ଼କୁ ନଜର ନ ଦେଇ ପାତ୍ରଟିକୁ କେବଳ ଲକ୍ଷ୍ୟ କରିଥିଲେ। ସେ ସାତଥର ବୁଲିଲେ କିନ୍ତୁ ଦୁଧ ଟୋପିଏ ପଡ଼ିଲା ନାହିଁ। ଜନକ ଖୁସି ହୋଇ କହିଲେ-''ତମ ବାପା ବ୍ୟାସଦେବ ତମକୁ ଯାହା ଶିଖାଇଛନ୍ତି, ତମେ ସେସବୁ ବୁଝିଛ। ତମର ବ୍ରହ୍ମଜ୍ଞାନ ହୋଇଛି। ଏଥର ଘରକୁ ଫେରିଯାଅ-। '' ଯେଉଁମାନେ ଆତ୍ମଜ୍ଞାନ ଲାଭ କରିଥାନ୍ତି, ସେମାନଙ୍କ ଭିତରେ ନିର୍ଲିପ୍ତତା ବିରାଜମାନ। ଯେଉଁମାନ ଆତ୍ମଜ୍ଞାନରେ ପ୍ରୟାସୀ ସେମାନେ ଏହି ନିର୍ଲିପ୍ତତାର ସାଧନା କରନ୍ତି। ଧର୍ମ ମଧ୍ୟ ଏକ ବିଜ୍ଞାନ ଥରେ ଜଣେ ରସାୟନ-ଅଧ୍ୟାପକ ସ୍ୱାମୀ ବିବେକାନନ୍ଦଙ୍କୁ କହିଲେ-''ଦେଖନ୍ତୁ ମହାଶୟ, ଆପଣଙ୍କର ଧର୍ମ ଓ ଈଶ୍ୱର କଥାଗୁଡ଼ାକ କେବଳ ଭାବନାବିଳାସ ଛଡ଼ା କିଛି ନୁହେଁ। କେତେଗୁଡ଼ାଏ ଲୋକ ଧର୍ମ ଧର୍ମ କହି ମସ୍ତକ ମୁଣ୍ଡିତ କରି ଜପମାଳା ଧରି, ନଚେତ୍ ଗିର୍ଜା ବା ମସଜିଦରେ ବସି ପ୍ରହସନ